କେବଳ ବାହା ହୋଇଛି ବୋଲି ନୁହେଁ। ସବୁଠୁ ଭିନ୍ନ ବୋଲି ସେ ପ୍ରିୟ ସୁଦିପ୍ତାର। ଏତେ ଯନ୍ତ୍ରଣା ଭିତରେ ବି ସେ ଥରଟେ ମନେ ମନେ ବି ଦୋଷ ଦେଇପାରେନି ଦୀପଙ୍କରଙ୍କୁ। ସୁଦିପ୍ତା ଭାବେ ତା'ର ହୀରାଖଣ୍ଡେ ପରି ଦିପଙ୍କର କ'ଣ ଖପରା ହୋଇଯିବ। ସୁଦିପ୍ତାର ଦୁଶ୍ଚିନ୍ତା ବଢ଼ିଚାଲେ, ମୁଣ୍ଡର ଚୁଟି ଗୋଟେ ଗୋଟେ ଧଳା ଦିଶେ। ଗୁଡୁର କିଛି ଚିନ୍ତା ନ ଥାଏ ଖେଳେ ବୁଲେ, ନିଦ ମାଡ଼ିଲେ ଶୁଏ। ରାତି ଖଟ ଉପରେ ସୁସୁ କରିଦିଏ। କିଛିଦିନ ଏମିତି ଚାଲିଲା ପରେ ଦିନେ ସୁଦିପ୍ତା ଦେଖିଲା ଦୀପଙ୍କର ତକିଆକୁ ଭରାଦେଇ ଖଟ ଉପରେ ବସିଛି। ସେ ଭାବିଲା ଦୀପଙ୍କର ଦେହ ଭଲ ନାହିଁକି? ସଂଧ୍ୟାବେଳେ ସେ ପୁଣି ଘରେ ବର୍ଷାଫର୍ସା କିଛି ନାହିଁ। ସେ ଆଜି ବାହାରକୁ ଯିବେନି କି? ଯେତେ ବର୍ଷାହେଲେ ବି ସେ ବାହରକୁ ଯା'ନ୍ତି। ଭିଜି ଭିଜି ଘରକୁ ଫେରନ୍ତି। ଆଜି ବିଲକୁଲ୍ ବର୍ଷା ନାହିଁ ସେ ଘରେ କେମିତି? ଦେହ ଭଲ ନାହିଁକି? ନା ମନ ଭଲ ନାହିଁ? ମନ ଭଲ ନଥିଲେ ସୁଦିପ୍ତାର ମନଟା କେମିତି ପୋଡ଼ିଗଲା ପରି ଲାଗେ। ସେ ହଲିକ୍ସ ଗ୍ଲାସ୍ ଦେଲା ଦୀପଙ୍କରଙ୍କୁ। ଦୀପଙ୍କର ଚୁପାପ୍ ବସିକି ରିମୋଟ୍ଟାକୁ ଚିପାଚିପି କରୁଛି। ସୁଦିପ୍ତା ପଚାରିବାକୁ ସାହସ ହେଲାନି। ସେ ତେଲ ଗିନାଟା ଧରି ଗଲା ଦୀପଙ୍କର ପାଖକୁ। ଦୀପକର ଗୋଡ଼ରେ ତେଲମାଲିସ କଲା ସୁଦିପ୍ତା ଚୁପଚାପ୍। ଦୀପଙ୍କର କିଛି କହୁନଥାଏ ସୁଦିପ୍ତା ବି ପୁରା ଚୁପଚାପ୍ ଘରଟା । ଗୁଡୁ ଯାଇଥା ସାମ୍ନା ଘରକୁ ଖେଳିବାକୁ। କ'ଣ ହୋଇଛି ଦୀପଙ୍କରର ସୁଦିପ୍ତା ବିଲକୁଲ୍ ଅନୁମାନ କରିପାରୁନଥାଏ। ଦୀପଙ୍କର କହିଲା, ସୁଦିପ୍ତା ବାହାର ଦୁନିଆଟା ଆଉ ଭଲ ଲାଗୁନି। ସୁଦିପ୍ତା କିଛି ନ କହିଲେ ବି ଖୁସିରେ ଉଛୁଳି ପଡ଼ିଲା, ତାକୁ ଗଡ଼ ଜିଣିଲା ପରି ଲାଗିଲା। ସେ ସଂଧ୍ୟାରେ ଦୀପଙ୍କର ଯାହା କହିଲା ସୁଦିପ୍ତା ଖାଲି ଶୁଣିଲା ବିଲ୍କୁଲ୍ । ଦୀପଙ୍କର ବଦଳିବାକୁ ଆରମ୍ଭ କଲା ଗୁଡୁକୁ ବୁଲେଇ ନେଲା, ସୁଦିପ୍ତା ପାଇଁ ଆଣିଲା କାଜୁ ଆଇସ୍କ୍ରୀମ୍। ଗପିଲା ସାହିତ୍ୟ କଥା, ସଂଗୀତ କଥା। ସୁଦିପ୍ତା ଖୁସି। ସେ ବେଶୀ ଚାହେଁନା। ଚୁପଚାପ୍ ହଠାତ୍ ଦିନେ ଖରାବେଳେ ଦୀପଙ୍କର ଜଣକୁ ନେଇ ଆସିଲା ଘରକୁ। ସୁଦିପ୍ତା ଲେମ୍ବୁ ସରବତ କରି ଆଣିଦେଲା। ଦୀପଙ୍କର ତାଙ୍କୁ ଚିହ୍ନା କଲ। ସୁଦିପ୍ତା ସହ। କହିଲା, ଏ ଜଣେ ବଡ଼ ଆର୍ଟିଷ୍ଟ। ବହୁତ ଆର୍ଟ ଫିଲ୍ମର ଡିରେକ୍ସନ ଦେଇଛନ୍ତି। ଅନେକ ଆର୍ଟ ଫିଲ୍ମରେ ଆକ୍ଟିଂ କରିଛନ୍ତି। ବହୁତ ଆୱାଡ୍ ପାଇଛନ୍ତି। ସୁଦିପ୍ତା ଦେଖୁଥିଲା ସେହି ଭଦ୍ରବ୍ୟକ୍ତିଙ୍କୁ ବେଶ୍ ଡେଙ୍ଗା, ଉଜ୍ଜ୍ୱଳ ଗୌରବର୍ଣ୍ଣ ଦୀର୍ଘ କପାଳ, ଗୋଲାପି ଓଠ, ଆର୍ଷଣୀୟ ଚାହାଣୀ। ଡ୍ରେସ୍, ଜୋତା ବି ବେଶ ରୁଚିପୂର୍ଣ୍ଣ। ଷାଠିଏ ଟପିଥିଲେ ବି ଦେହର ଯୌବନ ଓହ୍ଲାଇନଥିଲା। ଦୀପଙ୍କର ସହିତ। ବେଶ୍ ଗପ ଜମାଇ ଦେଇଥିଲେ ସେ। ସୁଦିପ୍ତା କିନ୍ତୁ ଭାବୁଥିଲା ପୁଣି ଜଣେ ଦସ୍ୟୁ ଅତି ସନ୍ତର୍ପଣରେ ପଶି ଆସିଛି ତା' ସଂସାର ଭିତରକୁ। ଲୁଟି ନେବାକୁ ଦୀପଙ୍କର ଭିତରେ ଥିବା ସବୁତକ ପ୍ରାଚ୍ୟୁର୍ଯ୍ୟ। ସରୀସୃପ ଇଟ୍ ହଣ୍ଡ୍ରେଡ୍କୁ ପାର୍କିଂ କଲା ପ୍ରଶାନ୍ତ। ଗ୍ୟାରେଜ୍ ଭିତରେ ପୁରାଇବା ବାହାର କରିବା ଭାରି କଷ୍ଟ। ଘରକୁ ଫେରୁ ଫେରୁ ପ୍ରତିଦିନ ମନସ୍ୱିନୀ କିଛି ନା କିଛି କାମ ବରାଦ କରି ଦିଏ। ସବୁଠୁ କଷ୍ଟ ଲାଗେ କେଉଁ ବାବା,ଜ୍ୟୋତିଷ୍କ, ତାନ୍ତ୍ରିକ ବା ମନ୍ଦିର ମଠକୁ ଯିବାକୁ। ତା'ର ଦୁଇ ଦୁଇଟା ଅପରେସନ୍ ହେବା ପରେ, ମେଡ଼ିକାଲ ସାଇନ୍ସ ପୁରା ଫେଲ ମାରିଲାପରେ ମନସ୍ୱିନୀ ଏବେ ଦେବତା, ଡେଉଁରିଆ କବଚ ଉପରେ ଭରସା କରିବା ଆରମ୍ଭ କରିଚି। ତେର ବର୍ଷ ବିତି ଯାଇଥିଲେ ବି ତା'ର ବିଶ୍ୱାସ ଦିନେ ନା ଦିନେ ସେ ମା' ହେବ। ପ୍ରଶାନ୍ତ ବାପା। ପ୍ରଶାନ୍ତକୁ ଭାରି କଷ୍ଟ ଲାଗେ। ତା'ର ପୁରୁଷତ୍ୱ ଉପରେ ପ୍ରଶ୍ନବାଚୀ ଳାଗିଯାଏ। ସେ କ'ଣ ନାପୁରଷ, ସେ କ'ଣ ନଂପୁସକ। କୌଣସି ବାବା ତାନ୍ତ୍ରିକ ତା'ର ହାତ ପାପୁଲିର ରେଖା ଲେନ୍ସ ପକାଇ ଦେଖିଲେ, ତା' ହାତରେ, ବେକରେ ତାବିଜ, ଡେଉଁରିଆ ବାନ୍ଧିଲେ ସେ ଜଳିଯାଏ, ତାକୁ ଲାଗେ ଏମାନେ ତାକୁ ରେପ୍ କରୁଛନ୍ତି। ସେ ଚାହିଁଲେ ବି କିଛି କରିପାରୁନି ମନସ୍ୱିନୀ ପାଇଁ। ତାକୁ ସେ ବହୁତ ବେଶୀ ଭଲପାଏ। ଦୁନିଆର ସବୁ ସୁନ୍ଦର ଜିନିଷ ମନସ୍ୱିନୀ ପାଇଁ ଆଣେ।